ଭଲ ପାଇବା ହେଉଛି ଭୟର ଔଷଧ–ଭୟର ଶତ୍ରୁ। ଅଳକାକୁ କେହି ଭଲ ପାଇନାହିଁ–ଏକା ରମାକାନ୍ତ ଭଲ ପାଇଛି। ଏଠି ସେ ମୁକ୍ତି, ସ୍ୱାଧୀନ ଓ ଭୟହୀନ। ଅଳକାର ସର୍ବସ୍ୱ ରମାକାନ୍ତର।... ନେଇପାରିବ ରମାକାନ୍ତ? –ହଁ। –ନା, ତମେ ରମାକାନ୍ତ କାହାରି ସର୍ବସ୍ୱ ନେଇପାରିବ ନାହିଁ। ଭଜକୃଷ୍ଣ ନେଇ ପାରିବ। ତମର ମୁହଁରେ ପଶୁର ସେହି ହିଂସ୍ରତା ନାହିଁ। ଭଲ ମଣିଷର କମନୀୟତା ଅଛି ଆଉ କାହାକୁ ଅଳକା ଏହି କଥା କହିଥିଲେ–କହିଥିଲେ ନା, ଅଳକାର ତୁଣ୍ଡ ଖୋଲନ୍ତା ନାହିଁ। ଭାଗ୍ୟବାନ୍ ଏମିତି ତାହାର ଯୋଗ୍ୟତାଠାରୁ ବହୁତଗୁଣ ଅଧିକ ପାଏ। ଏଇଆ ହେଉଛି ବିଧିର ଭିଆଣ। ତମପରି କଳୁଷ–ହୀନ ପୁରୁଷ ଏଇ ସଂସାରରେ କ'ଣ କରିବେ? –ଭାବିଲେ ତମ ଉପରେ ଭାରି ମାୟା ଆସେ–ଆହା–ରମାକାନ୍ତ, ତୁମେ କ'ଣ ମଣିଷ ନୁହଁ? –ମତେ ବିରକ୍ତ ହେଉଛ। ମୋର ବା ଦୋଷ କେତେ? –ଦୋଷର ଅର୍ଥ ବୁଝିଛ। ଯିଏ ଦାନ ଗ୍ରହଣ କରି ନ ଜାଣେ ସେ ସବୁଠାରୁ ବଡ଼ ଦୋଷୀ-। ଯେ ଅପରର ମନ ବୁଝି ନ ପାରେ ତାହାଠାରୁ ବଳି ଦୋଷୀ କ'ଣ କିଏ ହେଇପାରେ-? –ମୁଁ ସମ୍ଭାଳି ନ ପାରି ଭଜକୃଷ୍ଣକୁ କହି ଦେଇଥିଲି। –ସେ ତ ଅସମ୍ଭାଳ ହେଲା ନାହିଁ। ସେ ତୁମକୁ ମାନମୟୀ କଥା ଲୁଚାଇ ଦେଲା। –କିଏ କ'ଣ ଲୁଚାଇପାରେ? ଅନ୍ତରର କଥାର ସହଜ ସାଙ୍ଗ ହେଉଛି ଆର ଜଣକର ଅନ୍ତରର କଥା। –ବହି ପଢ଼ି ଏଇ କଥା କହୁଛ କି? –ନା। –ତେବେ ଭଜକୃଷ୍ଣ କ'ଣ ମାନମୟୀକୁ ଭଲପାଏ ନାହିଁ? –ହଁ। –ମାନମୟୀ କ'ଣ ଭଜକୃଷ୍ଣକୁ ନିଜର ପ୍ରାଣଠାରୁ ଓ ନିଜର ସ୍ୱାମୀଠାରୁ ବଡ଼ କରିନାହିଁ? –ଜାଣେ ନାହିଁ। ଅଳ୍ପ କିଛି ଏଣୁତେଣୁ କରି କହିଥିଲା। –ପରେ କହିବ କି? ତମର ଦେଖା ହବ କି? –ହଁ। –କ'ଣ କହିବ କି ମୋ' କଥା? –ଅନୁମତି ଦେଲେ କହିବି। –ଅନୁମତି ନ ଦେଲେ– –କିଛି କହିବି ନାହିଁ। କହିଦେବି ଯେ ଆସିଲି ନାହିଁ ଏଠିକି। –ଅନୁମତି ଦେଲେ କ'ଣ କହିବ? –କହିବି ମୁଁ ତାଙ୍କୁ ଭଲ ପାଏ। –ବାଃ, ବଡ଼ ଖୁସିର କଥା। ତୁମର ତୁଣ୍ଡ ଲେଉଟିଲାଣି–ସାଧା ଅ–ଆ ପରେ ଙ୍କ–ଙ୍ଖ–ଙ୍ଗ–ଙ୍ଘ ତୁଣ୍ଡ କହି ଜାଣିଲଣି। ଆଜି କେଡ଼େ ଭଲ ଲାଗୁଛି–ଏତେ ଶୀଘ୍ର ତମେ ମୋରି ଆଖିରେ ବଢ଼ିଯାଉଛ। –ଶୁଣ, ଅଳକା, ସୁବିଧା ପାଇଲେ ଓ ଅନ୍ୟର ଅଭୟ ଓ ଆଶ୍ରୟ ପାଇଲେ ସମସ୍ତେ ବଢ଼ି ପାରିବେ। –ନା, ବଢ଼ି ପାରିବେ ନାହିଁ। ଟେଲିଫୋନ୍ ବାଜିଲା– ବିରକ୍ତିରେ ଅଳକା ଯାଇ ଟେଲିଫୋନ୍ରେ ଶୁଣିଲା–ନମସ୍କାର–ଏଇ ମୋର ଜଣେ ବନ୍ଧୁଙ୍କୁ ପାଠ ପଢ଼ାଉଥିଲି। –ହଁ ସେଇକଥା। ହେଇ ଶୁଣ, ଆଜି ଯାଇ ପାରିବି ନାହିଁ। ଭଜକୃଷ୍ଣବାବୁଙ୍କ କଥା ତାଙ୍କର ଜଣେ ସାଙ୍ଗଙ୍କ ସାଥିରେ ଚାଲିଛି ରମାକାନ୍ତ ଉଠିଗଲା ଟେଲିଫୋନ୍ ପାଖକୁ। ହାତଯୋଡ଼ି ଠିଆ ହୋଇଥାଏ। କିଏ ଅଳକା? –ଆଉ କିଏ? ଆମରି ମାନମୟୀ। –ଆରେ ଶୁଣ–ଶୁଣ। ସେ ବାବୁ ଆସି କହୁଛନ୍ତି–ତମେ କିଏ? –ନିଅ, ତୁମକୁ ସେ ଟେଲିଫୋନ୍ ଧରିବାକୁ କହୁଛନ୍ତି। –ରମାକାନ୍ତ ହାତଯୋଡ଼ି ମନା କଲା। ନାହିଁ, ମାନମୟୀ–ହୋଇ ପାରିବ ନାହିଁ। ସେ ଟେଲିଫୋନ୍ ଧରିବେ ନାହିଁ। କେତେବେଳୁ ହାତଯୋଡ଼ି ଠିଆ ହୋଇ ବାରଣ କରୁଛନ୍ତି ଏଁ, ଆସିବ? –ଆସ। –ମୁଁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବି। ରମାକାନ୍ତ ଘର ଛାଡ଼ିବା ଉପରେ। ବଡ଼ ପାଟିରେ ଅଳକା କହିଲା–ଚାଲିଯାଅ ନାହିଁ ରମାକାନ୍ତ। ମାନମୟୀ ଆସିବେ। ତୁମ। ସାଙ୍ଗରେ ତାଙ୍କର କଥା ଅଛି। –ନାହିଁ, ସେ ଯିବା ଉପରେ ହେଲାଣି। ମନେ ହେଉଛି ସେ ରାସ୍ତାରେ ଧାଇଁବେ। ଆଉ ସାଇ କୁକୁରମାନେ ତାଙ୍କୁ ତଡ଼ିବାରେ ଲାଗିଯିବେ। ମୋର ବନ୍ଧୁ ଲୋକହସା ହସି ନମସ୍କାର କହି ଅଳକା ଟେଲିଫୋନ୍ ଥୋଇଦେଇ ଚାହିଁଲା–ପ୍ରଧାନ ଗୁରୁଜୀଙ୍କୁ ଡରି ତଳ ଶ୍ରେଣୀର ଛାତ୍ର ଭୟାର୍ତ୍ତ ଆଖିରେ ଦୂରକୁ ଚାହିଁଲା ପରି–ରମାକାନ୍ତ ମିନତିଭରା ଆଖିରେ ଚାହିଁଛି। ସ୍ନିଗ୍ଧ ହସ ଫୋପାଡ଼ି ଅଳକା କହିଲା–ନାହିଁ। ମାନମୟୀ ଆସିବ ନାହିଁ। ତା'କୁ ମୁଁ ମନା କରିଦେଲି। ତଥାପି ନ ଆସିବ, ଏମିତି ବି କହି ହବ ନାହିଁ? ତମେ ପଳାଇଲେ କୁଆଡ଼େ କେତେ ଦୂର ଯିବ? ମାଇପେ ଯଦି ତୁମକୁ ଖୋଜିବାକୁ ବାହାରନ୍ତି ତାହାହେଲେ ମନ ରଖିଥାଅ–ମରଣର ଜୁଇ ନିଆଁ ଛଡ଼ା ଆଉ କେହି ତୁମକୁ ତାଙ୍କର ବନ୍ଧନରୁ ମୁକୁଳାଇ ପାରିବ ନାହିଁ-।